ଜର୍ମାନୀର ଟେଲିଭିଜନ୍ କମ୍ପାନୀ ସହିତ ଯୋଗସୂତ୍ର ସ୍ଥାପନ କରି ଆମେରିକାର ବଡ଼ ବଡ଼ ଟେଲିଭିଜନ କମ୍ପାନୀମାନେ ମହାକାଶରେ ଘୂର୍ଣ୍ଣାୟମାନ ଟେଲଷ୍ଟାର-ତୃତୀୟ ସାହାଯ୍ୟରେ ଏହି ଖେଳର ସଜୀବ ଦୃଶ୍ୟ ଆମେରିକାକୁ ଘେନି ଆସିବା ଠିକ୍ ହେଲା। ଏହା ଫଳରେ ଦୁଇ ଯନ୍ତ୍ର ମଧ୍ୟରେ ଚାଲିଥିବା ଖେଳକୁ ପାଞ୍ଚ ହଜାର ମାଇଲ ଦୂରରେ ଥିବା ଆମେରିକାର ଲୋକେ ନିଜ ନିଜ ଘରେ ବସି ଟେଲିଭିଜନ ଜରିଆରେ ଦେଖିପାରିବେ। ମସିହା ଜୁଲାଇ ମାସ ତା ରିଖ ଦିନ ତିନିଟା ବେଳେ ଏହି ଖେଳ ଆରମ୍ଭ ହେବା ଠିକ୍ ହୋଇଥାଏ। ଏହି ଖେଳକୁ ଦୁଇଟି ଯନ୍ତ୍ର ମଧ୍ୟରେ ଖେଳ ବୋଲି କେହି ଭାବୁ ନ ଥାନ୍ତି, ଭାବୁଥାନ୍ତି ସତେ ଯେମିତି ଏ ଖେଳ ହେଉଛି ଦୁଇ ଜାତି ଭିତରେ। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ହେଉଛି, ଦୁଇ ଜାତି ମଧ୍ୟରେ ବଡ଼ କିଏ, ଜର୍ମାନ ଜାତି ନା ଫରାସୀ ଜାତି? ବିଜ୍ଞାନରେ ଜର୍ମାନ ଜାତି କେବେ କାହା ଆଗକେ ମୁଣ୍ଡ ନୁଆଁଇନି। ସେ କ'ଣ କେବେ ମୁଣ୍ଡ ନୁଆଁଇବ ଛାର ଫରାସୀ ଜାତି ପାଖରେ? ଯେଉଁ ଜାତିକୁ ସେ ପରିହାସ କରେ 'ଚଷାଜାତି' କହି, ଏ କଦାପି ହୋଇ ପାରେନା। ଫରାସୀ ଯନ୍ତ୍ର କଦାପି ହରାଇ ପାରିବନି ଜର୍ମାନୀ ଯନ୍ତ୍ରକୁ। ଖେଳ ଆରମ୍ଭ ହେବାକୁ ଆହୁରି ଢେର ସମୟ ବାକି, ମିଉନିକ୍ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ ଦର୍ଶକରେ ଭରପୂର। ବହୁ ମାନ୍ୟଗଣ୍ୟ ଦର୍ଶକ ଦେଶରୁ ଓ ଦେଶ ବାହାରୁ ଷ୍ଟାଡିୟମର ସ୍ୱପ୍ନ ସ୍ଥାନକୁ ଅଳଙ୍କୃତ କରିଥାନ୍ତି। ତାଛଡ଼ା ହଜାର ହଜାର ପ୍ରେସ ସମ୍ବାଦଦାତା, ଫଟୋ ଉଠାବାଲା, ସିନେମା, ରେଡିଓ, ଟେଲିଭିଜନ କୋମ୍ପାନୀର ଏଜେଣ୍ଟ ଦ୍ୱାରା ସ୍ଥାନଟି ମୁଖରିତ। ସମସ୍ତେ ଚାହୁଁଛନ୍ତି ନିଜେ ଖେଳ ଦେଖିବେ ଏବଂ ନିଜ ନିଜ ଦେଶର ଲୋକଙ୍କୁ ଓ ପାଠକ ପାଠିକାମାନଙ୍କୁ ସିନେମା, ରେଡିଓ, ଟେଲିଭିଜନ ଓ ଖବର କାଗଜ ଜରିଆରେ ଦେଖାଇବେ। ଷ୍ଟେଡିୟମର ମଧ୍ୟସ୍ଥାନରେ ତିଆରି ହୋଇଥାଏ ଏକ ବିରାଟ ରଙ୍ଗମଞ୍ଚ। ରଙ୍ଗମଞ୍ଚ ମଧ୍ୟସ୍ଥଳରେ ଛୋଟ ଟେବୁଲଟିଏ। ଟେବୁଲ ଉପରେ ଚେସ୍ ଖେଳପଟା। ଟେବୁଲର ଗୋଟିଏ ପାଖରେ ଭେର୍ନନ୍ଙ୍କ ବିରାଟ ଚେସ୍ ଖେଳାଳୀ ଯନ୍ତ୍ର ଅବସ୍ଥିତ। ଅନ୍ୟ ପାଖରେ ଫରାସୀ ଯନ୍ତ୍ର ଓ ଯନ୍ତ୍ରନିକଟରେ ଏହାରନିର୍ମାତା ଦଣ୍ଡାୟମାନ। ନାନା ପ୍ରକାର ଆଲୋକରେ ରଙ୍ଗମଞ୍ଚଟି ଉଛୁଳି ପଡ଼ୁଥାଏ। ବିଭିନ୍ନ ଟେଲିଭିଜନ ଓ। ଚଳଚିତ୍ର ନିର୍ମାତାମାନଙ୍କର ନାନା ପ୍ରକାର କାମେରା ଏହି ରଙ୍ଗମଞ୍ଚର ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥାଏ। ଭେର୍ନନ୍ଙ୍କ ଯନ୍ତ୍ର ସହିତ ଏତେ ପ୍ରକାର ଯନ୍ତ୍ର ଲାଗିଥାଏ ଓ ଏ ସବୁ କେତେ ପ୍ରକାର ତାପରେ ପରସ୍ପର ସହିତ ସଂଯୁକ୍ତ ହୋଇଥାଏ ଯେ ଦେଖିଲେ ଜଣେ ଲୋକ ଧାରଣା କରିବ ଯେ ଏହା ହେଉଛି ପୃଥିବୀର ସବୁଠାରୁ ଜଟିଳତମ ଯନ୍ତ୍ର। ଏହାଠାରୁ ଅଧିକ ଜଟିଳତମ ଯନ୍ତ୍ର ବୋଧହୁଏ ତିଆରି ହୋଇପାରିବନି। କିନ୍ତୁ ଅପର ପକ୍ଷକୁ ଅନାଇଲାବେଳକୁ ଠିକ୍ ତାର ବିପରୀତ। ଫରାସୀ ଯନ୍ତ୍ରଟି ଅତି ସାଧାସିଧା। ଚେସ୍ ଖେଳାଳୀ ଯନ୍ତ୍ରଟି ଠିକ୍ ଗୋଟିଏ କୃତ୍ରିମ ମଣିଷ ଭଳି ଦିଶୁଥାଏ। ଏଥିରେ ଯାନ୍ତ୍ରିକ ଜଟିଳତା କିଛି ଥିଲା ଭଳି ଜଣାପଡ଼ୁ ନ ଥାଏ। ଯନ୍ତ୍ରଟିର ଅଧା ଗୋଟିଏ ଟେବୁଲ ଭିତରେ। ବାକି ଅଧକ ଟେବୁଲ ଉପରେ। ଟେବୁଲ ଉପର ଅଂଶରେ ଖେଳାଳୀର ହାତ ଦୁଇଟି, ମୁଣ୍ଡ ଓ ବେକ ଥାଏ। ଦାନ ଚଳାଇ ଏହି ଅଂଶଟି ପ୍ରକୃତରେ ଖେଳେ। ଭେର୍ନନ୍ଙ୍କ ଯନ୍ତ୍ର ବିଦ୍ୟୁତଶକ୍ତି ସାହାଯ୍ୟରେ ଚାଳିତ ହେଉ ଥିବାରୁ ଏହି ଯନ୍ତ୍ରଟି ମେନ୍ ଲାଇନ୍ ସହିତ ସଂଯୁକ୍ତ ହୋଇଥାଏ। କିନ୍ତୁ ଫରାସୀ ଯନ୍ତ୍ରର